'' ଯୁବକ ବାହାରୁ ଆଖି ଫେରାଇ ଆଣି ପ୍ରଶ୍ନକର୍ତ୍ତାଙ୍କୁ ଥରେ ଭଲ ରୂପେ ଦେଖିନେଲେ। ତା'ପରେ ମୁରୁକିହସା ଦେଇ କହିଲେ, ''ମୁଁ ଯେଉଁ ଅଞ୍ଚଳରୁ ଆସୁଅଛି, ସେ ଅଞ୍ଚଳରେ ଚଳିବାକୁ ହେଲେ ଦେହରେ ଟିକିଏ ଶକ୍ତି ସାମର୍ଥ୍ୟ ଥିବା ନିତାନ୍ତ ଦରକାର। '' ''ଆପଣ କେଉଁଠାରୁ ଆସିଲେ କି? '' -ପ୍ରଶ୍ନକର୍ତ୍ତା ପୁଣି ପଚାରିଲେ। ''ଚିକାଗୋ ସହରରୁ ଆସୁଅଛି। '' ''ଏ ଅଞ୍ଚଳକୁ ବୋଧହୁଏ ଆପଣ ପ୍ରଥମ ହୋଇ ଆସୁଅଛନ୍ତି? '' ''ହଁ, ଏ ଅଞ୍ଚଳ ମୋ ପକ୍ଷରେ ଏକାବେଳକେ ନୂଆ। '' ''କିନ୍ତୁ ଆପଣ ଯେଉଁଠାକୁ ଯାଉଅଛନ୍ତି, ସେଠାରେ କିଛି ଦିନ ରହିଲେ ବୁଝିଯିବେ ଯେ, ଏ ଶକ୍ତି ସାମର୍ଥ୍ୟ ସେଠାରେ ଅତି ବେଶୀ କାମ ଦେବ। '' ଯୁବକଙ୍କ ଆଖିରେ ଟିକିଏ କୌତୁକମିଶା ହସ ଫୁଟିଉଠିଲା। ସେ ବୋଧହୁଏ ବକ୍ରୋକ୍ତି କରି କହିଲେ, ''ସତେ ନା? '' ପ୍ରୌଢ଼ ପୁଣି ପ୍ରଶ୍ନ କଲେ-ଆପଣ ଭର୍ମିସା ସହର ସଂପର୍କରେ କଅଣ କିଛି ଖବର ଜାଣନ୍ତି ନାହିଁ? ସମ୍ବାଦପତ୍ର କେବେ କିପରି ପଢ଼ନ୍ତି ତ? ''ନାହିଁ ତ, ମୁଁ ସେପରି କିଛି ଜାଣିଥିଲା ପରି ମନେ ପଡ଼ୁନାହିଁ। '' ''ବଡ଼ ଆଶ୍ଚର୍ଯ୍ୟର କଥା। ତ! ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ଯେ ଏ ଛୋଟ ସହର ଲାଗି ସରଗରମ ହୋଇ ଉଠିଲାଣି, ଅଥଚ ଆପଣ କିଛି ଜାଣନ୍ତି ନାହିଁ ବୋଲି କହୁଅଛନ୍ତି! ହଉ, ଆପଣ ତ ସେଠାକୁ ଯାଉଅଛନ୍ତି। ରହିଲେ ଅଳ୍ପ ସମୟ ଭିତରେ ସବୁ ବୁଝିପାରିବେ ଯେ! ବିଶେଷ କିଛି ଡେରି ହେବ ନାହିଁ। '' ଏତିକି ମାତ୍ର କହି ପ୍ରୌଢ଼ ବ୍ୟକ୍ତିଟି କେଜାଣି କାହିଁକି ମନକୁ ମନ ହସିଉଠିଲେ। ମୁହଁରୁ ହସର ଢେଉ ଲୁଚିଆସିବା ପରେ ପୁଣି ଯୁବକଙ୍କ ସହିତ କଥାବର୍ତ୍ତା ଆରମ୍ଭ କରିଦେଲେ। ''ଆପଣଙ୍କୁ ଗୋଟାଏ କଥା ପଚାରିବି; କିଛି ମନେ କରିବେ ନାହିଁ ତ? '' ''ପଚାରନ୍ତୁ-ମନେ କରିବାର କଅଣ ବା ଅଛି? '' -ଯୁବକ ଉତ୍ତରଦେଲେ। ''ଆଚ୍ଛା, ଆପଣ ସେଠାକୁ ଯାଉଛନ୍ତି କାହିଁକି? '' ''ଶୁଣିଅଛି, ସେଠାକୁ ଗଲେ କାମଦାମ କିଛି ମିଳିବ। '' ''ଆପଣ କଅଣ ମଜଦୁର ଇଉନିୟନର ଲୋକ? '' ''ନିଶ୍ଚୟ''-ଯୁବକ ଟିକିଏ ଦୃଢ଼ସ୍ୱରରେ ଏ ଶବ୍ଦଟି ଉଚ୍ଚାରଣ କଲେ। ''ତା ହେଲେ, କିଛି କାମ ନିଶ୍ଚୟ ଯୋଗାଡ଼ କରିନେଇପାରିବେ। ସେଠାରେ କଅଣ କେହି ବନ୍ଧୁବାନ୍ଧବ ବା ଜଣାଶୁଣା ଲୋକ ଅଛନ୍ତି? '' ''ନା, ସେପରି ଅବଶ୍ୟ କେହି ନାହାନ୍ତି। ମାତ୍ର ମୋର ଭରସା ହେଉଅଛି, ଗଲାକ୍ଷଣି ସେପରି ଲୋକ ଯୋଗାଡ଼ କରିନେଇପାରିବି। '' ''କାହିଁକି ଏପରି ଭରସା କରୁଅଛନ୍ତି? '' -ପ୍ରୌଢ଼ଙ୍କ ପ୍ରଶ୍ନ ତାଚ୍ଛଲ୍ୟ ମିଶ୍ରିତ। ''ମୁଁ 'ସ୍ୱାଧୀନମାନବ' ଗୋଷ୍ଠୀର ଜଣେ ସଭ୍ୟ। ଶୁଣିଅଛି, ଆମେରିକାର ପ୍ରତ୍ୟେକ ଛୋଟ ବଡ଼ ସହରରେ ଆମର ଏହି କ୍ଳବର ଶାଖା ପ୍ରଶାଖା ରହିଅଛି। ତେଣୁ ଯେଉଁ ସ୍ଥାନକୁ ଯାଉଅଛି, ସେଠାରେ ଯଦି ଆମ କ୍ଳବର କୌଣସି ଶାଖା ଥାଏ, ତେବେ ନିଶ୍ଚୟ ବନ୍ଧୁ ଯୁଟିଯିବେ। '' ଯୁବକଙ୍କଠାରୁ ଏହି ଉତ୍ତର ଶୁଣି ପ୍ରୌଢ଼ ବ୍ୟକ୍ତିଙ୍କ ମୁହଁର ଚେହେରା ହଠାତ୍ ବଦଳିଗଲା-। ସଙ୍ଗେସଙ୍ଗେ ସେ ନିଜ ଆସନରୁ ଉଠିପଡ଼ି ଯୁବକଙ୍କ ବାମ ପାଖରେ ବସିପଡ଼ିଲେ ଏବଂ ନିଜର ଡାହାଣ ହାତକୁ ତାଙ୍କ ଆଗକୁ ବଢ଼ାଇଦେଲେ। ଯୁବକ ତତ୍କ୍ଷଣାତ୍ ନିଜର ଡାହାଣ ହାତରେ ଏକ ଚରମ ବିଶେଷ କାଇଦାର ସହିତ ପ୍ରୌଢ଼ଙ୍କ ଡାହାଣ ହାତକୁ ଚିପି ଧରି ହଲାଇଦେଲେ। ପ୍ରୌଢ଼ ଲୋକଟି ଟିକିଏ ନିମ୍ନ ସ୍ୱରରେ କହିଲେ, ''ତୁମ କଥା ସତ କି ନୁହେଁ,